ତଥାପି ସେ ନିରୁତ୍ତର। ଅବନୀବାବୁଙ୍କୁ କାମରେ ସାହାଯ୍ୟ କରିବାପାଇଁ ଯେଉଁ ଦୁଇଜଣ ଲୋକ ନୂଆ ଆସିଛନ୍ତି, ସେମାନେ ତାଙ୍କୁ ଏକପ୍ରକାର ଗୋଡ଼େ ଗୋଡ଼େ ଜଗିଛନ୍ତି କହିଲେ ଚଳେ। ଦରଓ୍ୱାନ୍ ରାମଶରଣ ଯେ କେଉଁଠି କ'ଣ କରୁଛି ତା' ସେ ଦେଖିବାକୁ ପାଉ ନାହାନ୍ତି। ଏହା ଛଡ଼ା ନିଜର ଚାକର, ପୁଝାରୀ, ଚାକରାଣୀ କେହି ପାଖରେ ନାହାନ୍ତି। ଯେ ଯୁଆଡ଼େ ଛୁଟି ନେଇ ଯାଇଛନ୍ତି। ମିସେସ୍ ପାତ୍ର ବନ୍ଦିନୀଙ୍କ ପରି ପଡ଼ିରହି ଛଟ ପଟ ହେଉଛନ୍ତି, ଆଉ ଆପଣାର କୃତକର୍ମକୁ ମନେ ମନେ ନିନ୍ଦା କରୁଛନ୍ତି; କେବଳ ବେଳେ ବେଳେ ଦୀର୍ଘ ନିଃଶ୍ୱାସ ଛାଡ଼ି କହୁଛନ୍ତି-''ଓଃ! କି ବୁଦ୍ଧି କଲି-! '' ଏଣେ ରାୟବାହାଦୂର ହରନାଥ ପଟ୍ଟନାୟକଙ୍କର ଆଜି କାର୍ଯ୍ୟ ତତ୍ପରତାର ସୀମା ନାହିଁ-। ତାଙ୍କ ବାସଭବନଟିରେ ଆଜି ଭାରି କୋଳାହଳ। ବଡ଼ ବଡ଼ କାଠ ପ୍ୟାକିଂ କରିବାରେ ଚାକରମାନେ ବ୍ୟସ୍ତ। କେତେ ପେଟି ଯେ ଭଲ ଭାବରେ ପ୍ୟାକ୍ ହୋଇ ଟ୍ରକ୍ରେ ବୋଝେଇ ହୋଇ କୁଆଡ଼େ ଗଲାଣି ତା' ଖବର ଅଜଣା। ଏଣେ ପେଟି ପ୍ୟାକ୍ ଚାଲିଛି, ବୁହା ମଧ୍ୟ ଚାଲିଛି। ସେଥିରେ କ'ଣ ରହୁଛି, କୁଆଡ଼େ ଯାଉଛି, ତାହା ଜାଣିବାର କାହାରି ସାଧ୍ୟ ନାହିଁ। ରାୟବାହାଦୂର ବେଳେ ବେଳେ ବାହାରକୁ ଆସି ନିଜ ବୈଠକଖାନାରେ କାହା ସହିତ କିଛି ଟେଲି ଫୋନ୍ରେ କ'ଣ କଥାବାର୍ତ୍ତା ହେଉଛନ୍ତି, ପୁଣି ଘର ଭିତରକୁ ଯାଇ ଗୋଟାଏ ନିଭୃତ କୋଠରୀରେ ଓୟାରଲେସ୍ରେ କାହାକୁ କ'ଣ କହୁଛନ୍ତି, ପୁଣି ଖବର ଶୁଣୁଛନ୍ତି। ବେଳେ ବେଳେ ପ୍ୟାକିଂ କରାଯାଉଥିବା ଯାଗାକୁ ଆସି ଶୀଘ୍ର ଶୀଘ୍ର କାମ ଶେଷ କରିବାପାଇଁ ତାଗିଦ୍ କରି ଯାଉଛନ୍ତି। ମଧ୍ୟେ ମଧ୍ୟେ କେହି ଲୋକ ଆସିଲେ ରାୟବାହାଦୂର ତାଙ୍କୁ ଘର ଭିତରକୁ ଆସିବାକୁ କିମ୍ବା ଚାକର ବାକରଙ୍କ କାମ ଲକ୍ଷ୍ୟ କରିବାକୁ ଆଦୌ ସୁବିଧା ଦେଉ ନାହାନ୍ତି। ଯଥା ସମ୍ଭବ ଶୀଘ୍ର ଶୀଘ୍ର ସେମାନଙ୍କୁ ବିଦା କରି ଦେଉଥାନ୍ତି। ଦିନ ପ୍ରାୟ ଏଗାରଟା ହେବ, କଳାରଙ୍ଗର ଦାମିକା କାର୍ ଖଣ୍ଡିଏ ଆସି ଲାଗିଲା ଫାଟକ ପାଖରେ। ଅନ୍ୟ ଗାଡ଼ି ହୋଇଥିଲେ ଅଟକିଥାନ୍ତା ଫାଟକ ପାଖରେ, କିନ୍ତୁ ରାୟବାହାଦୂରଙ୍କ ହୁକୁମ ଅନୁସାରେ ଫାଟକ ପୂରା ଖୋଲି ଦିଆଗଲା। କାର୍ ଖଣ୍ଡି ଭିତରକୁ ଯାଇ ଠିକ୍ ତାଙ୍କର ବୈଠକଖାନା ବାରଣ୍ଡାକୁ ଲାଗି ରହିଲା। ତା' ଭିତରର ଆରୋହୀକୁ କେହି ଦେଖି ପାରିଲେ ନାହିଁ। ଆରୋହୀ ଜଣକ ଓହ୍ଲାଇବା ମାତ୍ରେ ରାୟବାହାଦୂର ତାକୁ ଧରି ସିଧା ବୈଠକ ଖାନା ଭିତରକୁ ପଶିଗଲେ। ଭିତରେ ଦୁଇଜଣଯାକ ଆସନଗ୍ରହଣ କଲାପରେ ଆଗନ୍ତୁକ ଆଗ ପ୍ରଶ୍ନ କଲେ-''କ'ଣ-? ଏଣେ ସବୁ ଶେଷ ହେଲାଣି ତ? '' ରାୟବାହାଦୂର ଉତ୍ତର ଦେଲେ-''ପ୍ରାୟ ହେବା ଉପରେ। ମାଲ ସବୁ ପଠାଇ ଦେଲିଣି, ଆଉ ଅଳ୍ପ ଅଛି। ବୋଧହୁଏ ବାରଟା ସୁଦ୍ଧା ସରିବ। ତେଣେ ବୋଝେଇର ବନ୍ଦୋବସ୍ତ କ'ଣ ହେଲା-? '' ''କରାଯିବ ସାତଟା ପରେ। ଦିନରେ ଆଦୌ ସୁବିଧା ନୁହେଁ। '' ''ଏଣିକି ବ୍ୟବସ୍ଥା? '' ''ସବୁ ଠିକ୍! ଦଶଟା ସୁଦ୍ଧା ମାନସପୁରୀ କାମ ଶେଷ। ସେଠୁ ଯାହା ମିଳିବ, ତାକୁ ୟାକୁ ଏକାବେଳକେ ଲଦି ଦେଇ ଆଗେ ଛୁ। '' ''ଦଳଟା? '' ''ଗୁଲି ମାର ଦଳକୁ। ଦଳସାରା ସମସ୍ତେ ଖୁବ୍ ମଉଜ କରିଛନ୍ତି, ଖାଇଛନ୍ତି, ଆଉ କ'ଣ-? '' ''ସେ କାମ କରନା ରଘୁନନ୍ଦନ! ଫେର୍ ଆଗକୁ ତ ଦିନ ଅଛି? '' ''ଆଉ ଆଗକୁ କିଛି ନାହିଁ। ଏଥର ଯାହା ଯାଉଛି ସେଥିରେ ଆମ ଦୁହିଙ୍କର ବେଶ୍ ଚଳିଯିବ ସାରା ଜୀବନଟା। ଆଉ ଏଠିକୁ ଫେରିବା ଦରକାର ନାହିଁ କି ଦଳ ପାଖରେ ଦେଖା କରିବାର ଦରକାର ବି ପଡ଼ିବ ନାହିଁ। '' ''ଯଦି କେହି କିଛି ଅଭିଯୋଗ? '' ଆଗନ୍ତୁକ ଚଟ୍ ପରି ରିଭଲଭରଟା ପକେଟରୁ କାଢ଼ି ଦେଖାଇ କହିଲା-''ଏଇ ତା'ର ଜବାବ ଦେବ। '' ପୁଣି ସେଟା ପକେଟରେ ରଖି କହିଲା-''ହଁ, ଜାହାଜର ଖବର କ'ଣ? '' ''ଠିକ୍ ଅଛି? ଚୀନା ଦସ୍ୟୁ ଚିୟାଂ ତା'କାମରେ ଠିକ୍ ଅଛି। ମୁଁ ଅଳ୍ପ ସମୟ ପୂର୍ବରୁ ତା' ସହିତ ଓୟାରଲେସ୍ରେ କଥାବାର୍ତ୍ତା କରୁଥିଲି। ''ତେବେ ଠିକ୍! ମୁଁ ଆସେ। ପୁଣି ଦେଖା ରାତି ଦଶଟା ପରେ। ସବୁ ଯେମିତି ପ୍ରସ୍ତୁତ ଥାଏ। ହଁ,। ପାତ୍ର? '' ''ଠିକ୍ କଥା ତ! ମୁଁ ତ ଭୁଲି ଯାଇଥିଲି ତୁମକୁ ପଚାରିବାକୁ। '' ''ଆଚ୍ଛା, ଆଚ୍ଛା; ତା' କଥା ମୋତେ ଲାଗେ। ସେଟାକୁ ଖତମ୍ କରିଦେଲେ ଏକାବେଳକେ ସବୁ ଅଡ଼ୁଆ ଯିବ।